ଦେଖୁନ ତା' ଛାଇ! ଗାଳି ଖାଇବା ଭୟରେ ବୋଉ ଆଖି ଆଢ଼ୁଆଳରେ ଧୀରେ ଅପସରି ଗଲି। ମନେ ମନେ।। ସେଇମାନଙ୍କ ଭିତରେ ସନ୍ଧ୍ୟାର କ୍ଷୀଣାୟୁ ମଳିନ ଆଲୋକରେ ମୋ ସୀତାନାନୀକି ମୁଁ ବେଶ୍ ଚିହ୍ନି ପାରିଲି। ଛ'ମାସର ମଳୁ ପରି ଘୋସାରି ହୋଇ ହାତରେ ପାଣି ବାଲ୍ଟିଏ ଧରି ସେ ରାସ୍ତାକୁ ଉଠୁଥିଲା। ମୁହାଁ ମୁହିଁ ହୋଇଗଲୁ କାହିଁ କାହାକୁ ନ ଚିହ୍ନିବାର ହୁଏତ ଛଳନା କଲୁ। ମନୁ ବାବୁ ନାଁ ହେ? ମୋ କଡ଼ ପଟରେ ସେଇ ମିସ୍ତ୍ରୀଟି ଆସି ଛିଡ଼ା ହୋଇଗଲାଣି। ଯାହା ପାଇଁ ସୀତା ନାନୀ ମତେ ଏବଂ ମୋ ଗାଁ ଭୂଇଁକି ପର କରି ଦେଇଛି। ଆସ, ଆସ, ଆମ ଘର ଏଇ ପାଖରେ। ଲୋକଟା ମୋ ହାତ ଧରି ଟାଣି ନେଲା। ପ୍ରଥମ କ୍ଷଣରୁ ହିଁ ମୁଁ ଜାଣି ନେଲି ସେ ମଦ ଖାଏ। ଟଳଟଳ ଅବସ୍ଥାରେ ତା' ନାଲି ଚହ ଚହ ଆଖିରେ ଅବାଗିଆ ଡୋଳା, ହଳଦିଆ ଦାନ୍ତ, ମୁହଁରେ କୁଟିଳ ଭ୍ରୁକୁଟି, ହିଁ ହିଁ ହସ ମତେ ସବୁ ଜଣାଇ ଦେଇଥିଲା। ସେତେବେଳେ ବି, ହୁଏତ କ୍ଷାଣ ଏକ ଦୁର୍ଗନ୍ଧ ତା'ପାଟିରୁ ବାହାରୁ ଥଲା। ଯେତିକି ଅବସ୍ଥାରେ ନାନୀକି ଦେଖିଲି ସେ'ବା ମୋର କି ଚର୍ଚ୍ଚା କରନ୍ତା? ମୁଁ ବା ତା'ର କି ଉପକାର କରନ୍ତି! ସନ୍ତ ସନ୍ତିଆ ଅନ୍ଧାରିଆ ଘରେ, ଛିଣ୍ଡା କନ୍ଥାରେ ପଡ଼ି କାଠି ସରୁ ଛୁଆଟିଏ ଧକେଇ ଧକେଇ କାନ୍ଦୁଥିଲା। ମୁଁ ସେଦିନ ପଳେଇ ଆସିଲି ସିନା, ଆବର୍ଜନାରେ ପଡ଼ିଥିବା ମଉଳା ଫୁଲର ଅବଶେଷ ବାସନାଟିକ ଭଳି ସୀତା ନାନୀ ମୋତେ ବାରମ୍ବାର ଆକର୍ଷଣ କରୁଥିଲା–ଆକୁଳିତ କରୁଥିଲା। ଦେଖା ହେଲେ ନିହଥାନ୍ତା। ମଣିଷ ଯାହା ଚାହେଁ ପାଇଲା ବେଳକୁ ତାକୁ ବୋହିପାରେ ନାହିଁ। ଥରକୁ ଥର ଯାଏ, ତା'ର ଲୁହ ଧୂଆଁ ମୁହଁକୁ ନଥ। ତା' ବରର ମାଡ଼ ଚିହ୍ନବି ଦେଖେ– ମଦୁଆ ନିଶାରେ ହୋସ ନଥାଏ। ପଚାରି ଦେବିକି କାହିଁକି ଏମିତି କଲୁ? କାହିଁକି ଏମିତି ହେଲୁ? କେହି ଦେଇ ପାରେ ୟାର ସଠିକ୍ ଉତ୍ତର? କିଏ ଦେବ? ସମସ୍ତେ ତ ସୁତାଲଗା ସଖୀ କଣ୍ଢେଇ। ଭଗବାନଙ୍କ ହାତରେ ହେଉ କି ନିଜର ପ୍ରବୃତ୍ତି ହାତରେ ହେଉ, କି ସମାଜ ହାତରେ ହେଉ। ସେଦିନ ମନଟା ଭାରି ଘାଣ୍ଟି ଚଟକି ହେଲା। କୋଉଠି କିଏ ଅଥଳ ଜଳରେ ବୁଡ଼ି ଯାଉ ଯାଉ ଯେପରି ମୋ ନାଁ ଧରି ଆର୍ତ୍ତ ସ୍ୱରରେ ଡାକ ପକାଉଛି! ମୋତେ ଘେରି କେତେ ଦେହ କେତେ ମନ, ଆତ୍ମୀୟ ପରିଜନ, ସାଙ୍ଗ ସାଥି, ପରିଚିତ ଜଣାଶୁଣା କେତେ ଆସନ୍ତି। କାହାରି ମୁହଁ ତ ଆଖିରେ ନାଚିଲା ନାହିଁ। ସ୍ୱପ୍ନାବିଷ୍ଟ ଭଳି ସାଇକେଲଟା ଗଡ଼େଇ କାହିଁକି ମୁଁ ପହଞ୍ଚିଲି ସୀତା ନାନୀ ଦୁଆରେ? ରୋଗୀଣା ହିକ୍କା ଉଠା ଛୁଆଟାକୁ କୋଳରେ ଯାକି ସେ ବସିଥିଲା। ଛିଣ୍ଡା ଅଖା ଖଣ୍ଡେ ମୋ ଆଡ଼କୁ ଘୁଞ୍ଚେଇ ଦେଇ କହିଲା, ବସିବୁକି? କେତେଥର ଆସି ଠିଆ ଠିଆ ମେଲାଣି ନେଇଛି ମୁଁ, ପଦେ ଦିପଦ ମାମୁଲି କଥା ଭାଷାରେ। ନାନୀ କେବେ ବସିବାକୁ କହିନାହିଁ। ଆଜି ତା'ର ଠୋସ କଥା, ଶୁଖିଲା ଜଳ ଶୂନ୍ୟ ଆଖି ମୋତେ କାକୁସ୍ଥ ଆଉ ଶଙ୍କିତ କରି ପକାଇଲା। ମନେ ହେଲା ନିଆଁ ଧରି ଗଲାଣି। ବାରୁଦ ଗଦା ଏଇକ୍ଷଣି ହାଉ ହାଉ ହେଇ ହୁ, ହୁ କରି ବିସ୍ଫୋରଣ ଘଟାଇବ। ନାନୀ କହିଲା, "ଜାଣିଲୁ ଅତି ବେଶି